ଏଇଠି ଯେ ସେ ଜଇବାବୁଙ୍କ ଚକ୍ରାନ୍ତ ପାଖରେ ହାର ମାନିଲେ ଏହି କଥା ଭାବିବାକୁ ଲାଗିଲେ-। ଧୋବା ଆସିଲେ ସଙ୍ଗେ ସଙ୍ଗେ ପଇସା ନେବ। ଏ ସବୁ କାମରେ ବାକି ଚଳେନାହିଁ। ଧୋବାକୁ ଡାକି କାଠ ଚିରିବା ଅପେକ୍ଷା ଚିରା କାଠ କିଛି କିଣି ଆଣିଲେ ହୁଅନ୍ତା। ମାତ୍ର ଜଇବାବୁଙ୍କ ପୁଅ ପାଖରେ ପଇସାଟିଏ ନାହିଁ ବୋଲି କହୁଛି। ଶେଷରେ ସେ ଠିକ୍ କଲେ ପନ୍ଦର ହଜାର ତ ଗଲା-। ତା ସହିତ ଆଉ କିଛି ଯାଉ। ମହାଜନ ତାଙ୍କ ପୁଅକୁ ଡାକି ଦଶଟି ଟଙ୍କା ଦେଲେ କାଠ ଆଣିବାକୁ-। ବଡ଼ପୁଅ ଜଗନ୍ନାଥ ଦଶଟି ଟଙ୍କା ହାତରେ ଧରି କହିଲେ, ଏତିକିରେ କଣ ହେବ? ଆପଣଙ୍କ ଭରସାରେ ବାପାଙ୍କୁ ଘରୁ ମଶାଣିକୁ ଧରି ଆସିଛି। ବର୍ତ୍ତମାନ ବିଡ଼ି, ସିଗାରେଟ୍, ଖାଇବା ଖର୍ଚ୍ଚ ଆଦିରେନ ନିହାତ୍ ପଚାଶଟଙ୍କା ଦରକାର। ଆପଣ ଏତକ ନ ତୁଲାଇଲେ ଚଳିବ ନାହିଁ। ଆପଣ ତ ବାପାଙ୍କ କଥା ଜାଣିଛନ୍ତି, ଯାହା ଯେଉଁଠୁ ଆଣିଛନ୍ତି ସବୁ ଖର୍ଚ୍ଚ କରି ଦିଅନ୍ତି। ଘରେ ଗୋଟିଏ ପଇସା ନାହିଁ। ଆପଣ ଏତକ ନ ଦେଲେ ସଂସ୍କାର କାମ ବନ୍ଦ। ଏତକ ଦେଲେ ଯେ ସଂସ୍କାର ହୋଇଯିବ ଏ ବିଶ୍ୱାସ ଧନୀ ସାଉଙ୍କର କମି କମି ଆସୁଛି-। ପନ୍ଦର ହଜାର ଗଲା ତା ସହିତ ଆଉ ପଚାଶ ଟଙ୍କା ଯିବ। ଯାଉ-ମହାଜନ, କୁନ୍ଥୁ କୁନ୍ଥୁ ହୋଇ ପଚାଶଟି ଟଙ୍କା ମୁଣିରୁ କାଢ଼ିଦେଲେ। କଣ କଣ ଆସିବ ସେ ତାଲିକା ସେହି ଟୋକାମାନେ କଲେ-। ସଙ୍ଗେ ସଙ୍ଗେ ଦୁଇଜଣ ଟୋକା ଟଙ୍କାଧରି। ବାହାରିଗଲେ। ଗଲାବେଳେ ତାଙ୍କ ଭିତରୁ ଜଣେ ବଡ଼ପାଟିରେ କହିଗଲା ଆମେ ଜିନିଷପତ୍ର ନେଇ ଆସୁଛୁ, ତୁମେ ସବୁ ଶୀଘ୍ର କାମ ସାରି ଆସ। ମହାଜନ ଧାରଣା କରିନେଲେ ତାଙ୍କର ଏ ପଚାଶଟି ଟଙ୍କା ଆଜି ଏ ଟୋକାଙ୍କର ଭୋଜି ହେବ। ସେହି ମସୁଧା ନେଇ ବୋଧେ ଏ ଦୁଇଜଣ ଜିନିଷପତ୍ର କିଣିବାକୁ ଗଲେ। ଜଇ ମହାପାତ୍ର ତ ପନ୍ଦର ହଜାର ନେଇଥିଲେ ବର୍ତ୍ତମାନ ଏ ପଚାଶଟି ବି ସେହି ଟଙ୍କା ଆଦାୟ କରିବାର ଓଲୁ କର ଦେବାକୁ ପଡ଼ିଲା। ସଂଧ୍ୟା ମାଡ଼ି ଆସିଲା। ଏହା ପରେ ଅନ୍ଧାର ହୋଇଯିବ। ଏ ଅନ୍ଧାରରେ ଯଦି ଟୋକାମାନେ କାଠ ଧରି ଆସନ୍ତି ତେବେ ଜଇବାବୁ କେବେ ପୋଡ଼ା ହେବେ ନାହିଁ। ଧନୀ ସାଉ ଜଗୁକୁ ଡାକି କହିଲେ ଅନ୍ଧାର ହୋଇଗଲେ ଅଡ଼ୁଆ, ଗୋଟିଏ ପେଟ୍ରୋମାକସ ଲାଇଟର ବନ୍ଦୋବସ୍ତ କର। ସେଥିପାଇଁ ବି ଟଙ୍କା ଲୋଡ଼ା। ଦୁଇଟି ଟଙ୍କା ମହାଜନ ଦେଲେ। ମଶାଣିରେ ଏତେଗୁଡ଼ିଏ ଲୋକଙ୍କୁ ଦେଖି ପାଖ ଗାଁର ଦୁଇ ତିନିଜଣ ଲୋକ ଘଟଣାଟି ବୁଝିବା ପାଇଁ ଆସିଲେ-। ସେ ଲୋକଙ୍କୁ ଦେଖି ଧନୀ ସାଉ ଛାତିରେ ଟିକିଏ ଜୀବନ ପଶିଲା। ଏଣେ ଅନ୍ଧାର ବେଳକୁ ବେଳ ମାଡ଼ି ଆସୁଥାଏ। ଅନ୍ଧାର ଘନେଇ ଆସିବା ଦେଖି ବୋଧେ ଧନି ବାବୁଙ୍କ କୋକେଇ ପାଖରୁ ଟୋକାଗୁଡ଼ାକ ଦୂରକୁ ଘୁଞ୍ଚି ଯାଉଛନ୍ତି। ତାଙ୍କୁ ବୋଧେ ଡର ମାଡ଼ିଲାଣି। ଏତିକି ବେଳକୁ ପୁଣି କିଆବୁଦା ଭିତରୁ ଖସ୍ ଖସ୍ ହୋଇ ପ୍ରାୟ ବିଲୁଆଟାଏ ହେବ ବିଲ ଆଡ଼କୁ ପଳାଇ ଯାଉଛି। ଧନି ସାଉ ଗୋଟିଏ ଗୋଟିଏ କରି ଚାଲି ଜଇ ବାବୁଙ୍କ କୋକେଇ ଆଡ଼କୁ ଗଲେ। କୋକେଇ ପାଖରେ ନ ପହଞ୍ଚୁଣୁ ଟୋକାମାନେ ଡାକଦେଲେ, ମହାଜନେ ତୁମେ କୋକେଇ ଛୁଇଁବ ନାହିଁ। ସାଉ କହିଲେ, ଆରେ ପିଲାମାନେ ମୁଁ କଣ ଏଡ଼େ ଅବିବେକ ହୋଇଛି ଯେ